ଭଲ ଲୋକ ଚିହ୍ନିବାକୁ ସେ ଲୋକର କଥା ପଦଟିଏ କାନରେ ପଡ଼ିଲେ ହେଲା। ତା'ପରେ ତାଙ୍କରି କାମର ଫଳାଫଳ ହିଁ କହିଦେବ ସେ କଣ? ବୁଢ଼ା ଭୋଟ ଦେଇ ସାରିବା ପରେ ଆନନ୍ଦ ପ୍ରକାଶ କଲେ। ତାଙ୍କର ଦାୟିତ୍ୱ ତୁଲାଇ ପାରିଥିବାରୁ ସେ ସୁଖୀ ଥିଲେ। ଏ ବୟସରେ ରାଜନୀତି ଶୋଭା ପାଏନାଁ। ମୁଣ୍ଡର ବାଳ ପାଚି ଝୋଟ ହେଲାଣି। ବୟସ ମୁଣ୍ଡ ଉପରର ଚନ୍ଦ୍ରକୁ ଅନାଇଛି। ସେ ମୁଣ୍ଡ ତଳକୁ ଖସିଲେ ରାତି ପାହିଲା। ଗୋଟିଏ ରାତି ଶେଷ ହୋଇ ନୂତନ ଦିନଟିଏ ପହୁଞ୍ଚଲା। କିଏ ଜାଣେ ସେ ସେହି ନୂତନ ଦିବସକୁ ଉପଭୋଗ କରିବାକୁ ବଞ୍ଚୁଛନ୍ତି କି ନାହିଁ। କିନ୍ତୁ ଏଯେ ରାଜନୀତି ନୁହେଁ। ଜୀବନର କର୍ତ୍ତବ୍ୟ ଭିତରୁ ଇଏ ଏକ ଗରୀୟାନ କର୍ତ୍ତବ୍ୟ। ପ୍ରତ୍ୟେକ ଦେଶପ୍ରେମୀ ଏ କର୍ତ୍ତବ୍ୟର ବିନିଯୋଗ କରିବେ। ବୟସ ଚାଲି ଯାଇଛି ବୋଲି ଭୋଟ ଦିନରେ ଘରେ ଶୋଇବା ଅନ୍ୟାୟ ହେବ। ସେ ଏକ ଅକ୍ଷମଣୀୟ ଅନ୍ୟାୟ-। ନିଜର ଯଦିଓ ଭବିଷ୍ୟତ ଉପରେ ଭରସା ନାହିଁ, ପରିବାରର ଅନ୍ୟାନ୍ୟ ଅପ୍ରାପ୍ତ ବୟସ୍କ ପିଲାମାନେ ତ ଅଛନ୍ତି। ଅକର୍ମଶୀଳାଟିଏ ନିୟାମକ ହେଲେ ତା'ର କୁପରିଣାମ କଣ ଏହି ପିଲାମାନଙ୍କ ଉପରେ ପଡ଼ିବ ନାହିଁ? ବୁଢ଼ାଙ୍କ ପ୍ରତି ଭୋଟ ଦାୟିତ୍ୱରେ ଥିବା ସମସ୍ତ ସହକର୍ମୀଙ୍କର ଭକ୍ତି ଉଦ୍ରେକ ହେଲା। ଅଶୋକ ପାତ୍ର ନମସ୍କାର ଜଣାଇ ନିଜ ଆସନକୁ ଫେରି ଆସିଲେ। ସେ ଫେରି ଯିବା ପରେ ବନଲତା ଦାସ ଚିହ୍ନାଇଦେଲେ ସେ ମୋର ପିଉସା। ଅବିକା ଆମ ପରିବାରର ତତ୍ତ୍ୱବଧାନ କରନ୍ତି। ଆପଣଙ୍କର ପିଉସା! ମହାପାତ୍ର ବାବୁ ବିସ୍ମୟ ପ୍ରକାଶ କଲେ। କେଡ଼େ ସୁନ୍ଦର ମଣିଷଟିଏ। ମିଶ୍ରବାବୁଙ୍କର ଅର୍ଥପୂର୍ଣ୍ଣ ମନ୍ତବ୍ୟ। ଅଶୋକ ପାତ୍ର ବନଲତା ଦାସଙ୍କୁ ଆଉ ଥରେ ଦେଖି ନେଲେ। ତାଙ୍କ ଆଖିରେ କୁଢ଼ କୁଢ଼ ପ୍ରଶଂସା। ସେମିତି ଲୋକ ହୋଇ ନ ଥିଲେ ବନଲତାକୁ ଏ ପାରିକୁଦ ଦ୍ୱୀପରେ କଣ ଏତିକି ଶିକ୍ଷିତା ଓ ମାର୍ଜିତା କରି ପାରିଥାଆନ୍ତେ? ଏପରିବାର ଆଧୁନିକ ସଭ୍ୟତାର ଆଲୋକ ଦେଖିଛି। ତତ୍ତ୍ୱାବଧାରକ ହିସାବରେ ବୃଦ୍ଧ ଜଣକ ନିଜର ଦାୟିତ୍ୱକୁ ଅତି ସୁନ୍ଦର ଭାବରେ ତୁଲାଇ ନେଇଛନ୍ତି। ଯଦି ସବୁ ପରିବାରର ଗୃହସ୍ଥ ପରିବର୍ତ୍ତିତ ଯୁଗ ପ୍ରତି ସଚେଷ୍ଟ ହୋଇ ଉଠନ୍ତେ, ତେବେ ଏ ଦେଶରେ କଦାପି ଅଭାବ, ଅନାଟନ ରହନ୍ତା ନାହିଁ। ଦେଶରେ ଜଣେ ହେଲେ ଭିକାରୀ ନ ଥାନ୍ତେ। ଦେଶ ଆମେରିକା ବା ରୁଷ ପରି ସମୃଦ୍ଧିଶାଳୀ ହୋଇ ଉଠନ୍ତା। ସେ ସୁଦିନ କେବେ ଫେରିବ? ଭୋଟ ସମୟ ଶେଷ ହୋଇ ଆସୁଛି। କିନ୍ତୁ ଶେଷ ସମୟର ଅବ୍ୟବହିତ ପୂର୍ବରୁ ଯେଉଁ ବୃଦ୍ଧା ଜଣକ ଆସି ଭୋଟ ଦେଇଗଲେ, ସେ ନିର୍ବାଚନ। ଇତିହାସରେ ସମ୍ପୂର୍ଣ୍ଣ ନୂତନ ପରିଚ୍ଛଦଟିଏ ସୃଷ୍ଟି କଲେ। ସେହି ଉଲ୍ଲେଖ ଯୋଗ୍ୟ ଘଟଣାର ବିବରଣୀ ଉପସ୍ଥାପନ ନ କଲେ ବୋଧହୁଏ ଏ ନିର୍ବାଚନ ପ୍ରସଙ୍ଗ ଅସମ୍ପୂର୍ଣ୍ଣ ହେବ। ତାଙ୍କର କାନକୁ ଶୁଭିବା କମି ଯାଇଥିଲା। ଆଖିର ଦୃଷ୍ଟି ଶକ୍ତି ବି କ୍ଷୀଣ ହୋଇ ଆସୁଥିଲା। କେତେଜଣ ଉଦ୍ଧତ ପୁରୁଷ ସ୍ତ୍ରୀ ତାଙ୍କୁ ଦେଖି ଓଠ ଚିପି ଚିପି ହସୁଥିଲେ। ସେମାନଙ୍କ ହସ ବୋଧହୁଏ କାନକୁ ଶୁଭୁ ନ ଥିବାରୁ ସେ ପ୍ରତିବାଦ ସୁଦ୍ଧା କଲେନାହିଁ। ତମ ନାଁ? ବନଲତା ଦାସ ପ୍ରଶ୍ନ କଲେ। ତୁ ବି ମୋ ନାଁ ପଚାରିଲୁ ଝିଅ! ସେ ନାଆଁରୁ ତୋତେ କଣ ମିଳିବ ଯେ? ବୁଝିଲୁ ଝିଅ, ମଣିଷକୁ ନାଁ ଦିଆଯାଏ। ଆକାଶର ବୁଲା ଚଡ଼େଇର କି ନାଁ ଥାଏ? ଘର ନାହିଁ କି ଦ୍ୱାର ନାହିଁ। ଗତର ଖଟିଲେ ଖାଇଲୁଁ ନ ହେଲେ ଉପାସ ଶୋଇଲୁଁ। ଆମର ଗୋଟା ପୁଣି ନାଁ କଣ? ଯାହା ବା ନାଁ ଥିଲା, ତାକୁ ଧରି କିଏ ଡାକୁଛି? ଆମେ ମୁଲିଆ ଲୋକ ଝିଅ। ମୋ ନାଁ ସେଇଆ। ତଥାପି ବାପା ମା'ତ କିଛି ନାଁ ଦେଇଥିବେ ମାଉସୀ? ସେ ଅନେକ ଦିନର କଥା। ବାପ ମା' ନାହାନ୍ତି କି ସେଦିନ ଆଉ ନାହିଁ। ବାଛି ବାଛି ନାଁ ଦେଇଥିଲେ 'ରାଜକୁମାରୀ'। କେଡ଼େ ସୁନ୍ଦର ନାଁ ଟିଏ ଦେଖିଲୁ! ସେମାନେ ଏଇନେ ବଞ୍ଚିଥିଲେ ଭାବନ୍ତେ, ନାଁ ଦେଲାବେଳେ କେଡ଼େ ବଡ଼ଭୁଲ କାମଟିଏ ନ କଲେ? କାହିଁ ରାଜକୁମାରୀ ଆଉ କାହିଁ ମୂଲିଆଣୀ! ବୁଝିଲୁ ଝିଅ, ରାଜକୁମାରୀ ମୂଲିଆଣୀ ହୋଇଛି। ଏଇ ହାତ ଗୋଡ଼ ଚାରିଟା ତାର ଧନ, ସମ୍ପତ୍ତି।